ସେ ତ ତାକୁ ଭଲ ରୂପେ ଚିହ୍ନନ୍ତି ନାହିଁ! ତାଙ୍କର ଇଚ୍ଛା ହେଉଥିଲା, ସେ ଯାଇ ଦୋକାନୀକୁ ସେଇ କଥାଟି ପଚାରନ୍ତେ। ମାତ୍ର ତାଙ୍କର ସାହସ କୁଳଉ ନଥିଲା। ସେ ଛାତିକୁ ଟାଣ କରି ଆଗକୁ ମାଡ଼ି ଚାଲିଲେ। ବୁଢ଼ା ଲୋକଟିଏ ନାକରେ ଧୋତିକୁଞ୍ଚ ମାଡ଼ିଧରି ସେଆଡ଼ୁ ଆସୁଥିଲା। ମଇଳା ଗନ୍ଧକୁ ଦୂରେଇ ରଖିବା ପାଇ ଏଇ ଥିଲା ତାର ପ୍ରୟାସ। ମନ୍ମଥ କୁମାର ପାଖାପାଖି ହେବାରୁ ଲୋକଟି କହିଲା, "ଦେଖୁଛ ବାବୁ, କି ଗନ୍ଧ! ଏ ରାସ୍ତାରେ ମଣିଷ ଯା ଆସ କରିବେ କେମିତି?" "କଣ କହିବା! ମ୍ୟୁନିସିପାଲିଟିବାଲାଙ୍କୁ କହୁନାହାନ୍ତି କାହିଁକି?" ମନ୍ମଥ କୁମାର ପରାମର୍ଶ ଦେବା ପରି କହିଲେ। ଲୋକଟି ଗୋଟାଏ କୋଠାଘର ଆଡ଼କୁ ହାତ ଦେଖେଇ ଦେଇ କହିଲା, "ଏଇ ଘରଟା ମହାପାତ୍ର ହାକିମଙ୍କର। କେତେ ବଡ଼ ଚାକିରି କରିଥିଲେ! ସିଏ ଟିକେ ଲାଗିଥିଲେ ଏ ଅବସ୍ଥା ହୋଇନଥାନ୍ତା! ଛାଡ଼ ବାବୁ । ଆପଣା ସୁନା ତ ଭେଣ୍ଡି!" ଲୋକଟି ତାଙ୍କରି ଘରକୁ ତାଙ୍କୁ ଦେଖେଇ ଦେଇ ଦ୍ରୁତ ଗତିରେ ତା ରାସ୍ତାରେ ଚାଲିଗଲା। ମନ୍ମଥ କୁମାରଙ୍କ ସ୍ପର୍ଶକତାର ମନ ଏଇ ଦୃତୀୟ ଆଘାତରେ ଭାଙ୍ଗିପଡ଼ିଲା। ସେ ସମୁଦ୍ର ଆଡ଼େ ଚାହିଁଲେ। ଗୋଟିଏ ପରେ ଗୋଟିଏ ଜୁଆର ମାଡ଼ି ଆସୁଛି। ସତେ ଯେମିତି ତାଙ୍କୁ ହିଁ ଆଘାତ ଦେବା ପାଇଁ ସେମାନେ ଆଜି ଷଡ୍ଯନ୍ତ୍ର କରିଛନ୍ତି। ମନ୍ମଥ କୁମାରଙ୍କ ତାଙ୍କ ବାପାଙ୍କ କଥା ମନେ ପଡ଼ିଲା। ବାପା ଲକ୍ଷ୍ମୀପୁରରେ ଜନ୍ମ ହୋଇଥିଲେ। ଚାକିରି ପାଇଁ ଏଇ ସହରକୁ ଆସି ଘର ତୋଳିଥିଲେ ବି ମନଟି ତାଙ୍କର ସବୁବେଳେ ଲକ୍ଷ୍ମୀପୁର ପାଖରେ ହିଁ ରହିଯାଇଥିଲା। ସବୁବେଳେ ସେ ମନ୍ମଥଙ୍କୁ ଚିଠି ଲେଖିଥିଥିଲେ, "ଲକ୍ଷ୍ମୀପୁର ରାସ୍ତା କଥା କାହାକୁ କହିବୁ ଟିକେ ବାବୁ, ସ୍କୁଲ କଥା ଟିକିଏ କହିବୁ। ତୁ କହିଲେ ସେମାନେ ତୋ କଥା ଭାଙ୍ଗିପାରିବେ ନାହିଁ।" ମନ୍ମଥ କୁମାର ସେସବୁ ଶୁଣନ୍ତି, ତାପରେ ଭୁଲିଯାଆନ୍ତି। ବେଳେ ବେଳେ ବିରକ୍ତ ହୋଇ କହନ୍ତି, "ଆପଣ ତ ଲକ୍ଷ୍ମୀପୁରରେ ରହୁନାହାନ୍ତି। ସେ ଗାଁ କଥା ଚିନ୍ତା କରୁଛନ୍ତି କାହିଁକି? ଯୋଉମାନେ ଗାଁରେ ରହୁଛନ୍ତି ସେମାନେ ସେକଥା ଚିନ୍ତା କରିବେ ନାହିଁ!" ବାପା ନିରବ ରହନ୍ତି ନାହିଁ। ପୁଅକୁ ବୁଝେଇଲା ପରି କହନ୍ତି, "ଗାଁ ଯେତେହେଲେ ଗାଁ। ଗାଁ ଚିନ୍ତା ସମସ୍ତେ କରିବା ଦରକାର।"ମାତ୍ର ମନ୍ମଥ କୁମାର ରାଜି ହୁଅନ୍ତି ନାହିଁ। କହନ୍ତି, "ମୁଁ ଦେଶ ଚିନ୍ତା କରୁଛି। ବଡ଼ ବଡ଼ କଳକାରଖାନା ବସିବ, ଯୋଜନା କାର୍ଯ୍ୟକାରୀ ହେବ, ରାଜିନାମା ସ୍ୱାକ୍ଷରିତ ହେବ, ସେକଥା ବୁଝୁଛି। ଏସବୁ ଛୋଟ ଛୋଟ କଥା ଚିନ୍ତା କରିବା ପାଇଁ ମୋର ବେଳ ନାହିଁ।"ବାପା ମନ ଊଣା କରି ବସନ୍ତି। ଗୁଣୁଗୁଣେଇଲା ପରି କହନ୍ତି, "ସେଇ ଦେଶ ଚିନ୍ତା ଭିତରେ କଣ ଲକ୍ଷ୍ମୀପୁର ଗାଁର ଚିନ୍ତା ନାହିଁ ବାବୁ? ଲକ୍ଷ୍ମୀପୁର କଣ ଦେଶରୁ ବାହାର? ଯୋଉ କଥାଟାକୁ ଗୋରା ସାଇବମାନେ ସାତ ସମୁଦ୍ର ସେପାରିରୁ ଆସି ବୁଝିପାରିଥିଲେ ସେଇ କଥାଟିକୁ ଏବେକାର ପିଲାଏ ବୁଝୁନ କାହିଁକି?"ସମୁଦ୍ରକୂଳର ଶୀତଳ ପବନ ଅନଧିକାର ଚର୍ଚ୍ଚା କଲା ପରି ତାଙ୍କ ଧୋତି, ଫତେଇ ଭେଦି ଦେହସାରା ଚରିଯାଉଥିଲା। ମନ୍ମଥ କୁମାର ପଛକୁ ଫେରି ଚାହିଁଲେ। ଢେର୍ ବାଟ ଆସିଗଲେଣି ସେ। ଥକ୍କା ଲାଗୁଛି। ସମୁଦ୍ର ପାଖକୁ ଯାଇ ଦି' ଚାରି ଆଞ୍ଜୁଳା ପାଣି ହାତରେ ଧରି ପୁଣି ଦୂରକୁ ଛାଟିଦେଲେ। ଶୋଷ ଲାଗୁଛି ସତ, କିନ୍ତୁ ସମୁଦ୍ରର ଲୁଣି ପାଣିରେ ଶୋଷ ମେଣ୍ଟିବ ନାହିଁ। ସେ ଦୂରକୁ ଚାହିଁଲେ, ସମୁଦ୍ର ପାଖରୁ ସରୁ ବାଟଚଲା ରାସ୍ତାଟିଏ ପାଖ ଗାଁକୁ ଯାଉଛି। ପଛୁକୁ ପଛ ଆହୁରି ଅନେକ ଗାଁ। ସେ ସେଇ ଦିଗରେ ଚାଲିଲେ। ଅନେକ ସମୟ ହେଲା ମନ୍ମଥ କୁମାର ଗୋଟେ ଚଉତରା ଉପରେ ଶୋଇଥିଲେ। ଆଖି ଖୋଲିଲାବେଳକୁ ଦେଖିଲେ, ଚାରିଟି ସାନ ସାନ ପିଲା ତାଙ୍କ ଚାରିପଟେ ଛିଡ଼ାହୋଇ କୌତୂହଳର ସହ ଚାହିଁଛନ୍ତି। ସେ ପଚାରିଲେ, "ଏଇଟା କୋଉ ଗାଁ?"ତାଙ୍କ ଭିତରୁ ଜଣେ ପିଲା କହିଲା, "ଆମ ଗାଁ" ଓ ଦଉଡ଼ି ପଳେଇଲା। ପଛେ ପଛେ ଅନ୍ୟମାନେ।ମନ୍ ଅନ୍ୟମାନେ ମନଥ କୁମାର ଉପରକୁ ଚାହିଁଲେ, ସୂର୍ଯ୍ୟ ମୁଣ୍ଡ ଉପରୁ ଘୁଞ୍ଚିଗଲାଣି। ସେ ଏପଟ ସେପଟ ଚାହିଁଲେ। ନିଜ ସହର ପାଖର ଗାଁ, ଅଥଚ ସେ ନାଁ ମନେପକେଇ ପାରୁ ନାହାନ୍ତି। ତିରିଶ ବର୍ଷ ହେଲା ସେ ଏ ଆଡ଼େ ଥରୁଟେ ବି ଆସିନାହାନ୍ତି।